ଡାକିଲେ ବି,ସେତେବେଳକୁ ଅଢ଼େଇ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ଗୋଟିଏ ଜାଗାରେ ଓ ଗୋଟିଏ ମୁଦ୍ରାରେ ବସି ବସି ଜଗବନ୍ଧୁର ଅଣ୍ଟାପିଠି ଲାଗିଯାଇଥିଲା। ସକାଳେ ସେ ଚା' ସାଙ୍ଗରେ ଗୋଟେ ପାଉଁରୁଟି ଖାଇଥିଲା। ସେତକ ଏହା ଭିତରେ ପେଟରେ ମିଳେଇ ଯାଇସାରିଥିଲା। କିନ୍ତୁ କାଳେ ସେ ଉଠି ଚାଲିଗଲେ ବୀରବାବୁଙ୍କ ଦେଖା ପାଇବ ନାହିଁ, ସେଥିପାଇଁ ସେ ପାନ ଖଣ୍ଡେ ଲାଗି ସୁଦ୍ଧା ଯାଇ ନଥିଲା। ଆଗରୁ କେତେଥର ସେ ବୀରବାବୁଙ୍କୁ ଦେଖିଥିଲା। କିନ୍ତୁ ଆଜି ପରି ଏତେ ପାଖରୁ ସେ କେବେ ଦେଖି ନଥିଲା। ବିରାଟ ବପୁ, ବାଘ ପରି ନିଶ। ଫୁଙ୍ଗୁଳା ଛାତି ଉପରେ ମୋଟା ସୁନାହାର ଚକ୍ ଚକ୍ କରୁଛି। ଗୋଟେ ପାଇଜାମା ପିନ୍ଧି ବୀରବାବୁ ଛାତିବାଳଗୁଡ଼ାକୁ ଆଉଁଶୁଥାନ୍ତି। ଟେବୁଲ ଉପରେ ଗୁଡ଼ାଏ କାଗଜପତ୍ର। ଦୁଇଟା ଟେଲିଫୋନ୍। ଗୋଟେ ଛୋଟିଆ ଫୋନ୍‌କୁ ଧରି ବୀରବାବୁ କଥା ହଉଥାଆନ୍ତି। ସେଭଳି ଫୋନ୍ ଜଗବନ୍ଧୁ ଦେଖି ନ ଥିଲା। ତହିଁରେ ତାର ଫାର କିଛି ନଲାଗି ବୀରବାବୁକୁ କିପରି ସବୁ ଶୁଭାଯାଉଥିଲା, ସେ ନେଇ ଜଗବନ୍ଧୁ ମିନିଟିଏ କାଳ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା। ବୀରବାବୁ ଅଧାରୁ କଥା ଆରମ୍ଭ କଲା ପରି ପଚାରିଲେ, "ତମ ପାଇଁ କଣ କରାଯାଇପାରିବ କୁହ?" ଦଳବେହେରା ଥରେ ପଛକୁ ଅନେଇଲା। ପଛରେ ଜଗବନ୍ଧୁ, ମୁକୁନ୍ଦ, ନାଇଡୁ, ରାବଣା ଓ ଆହୁରି ଦଶ ବାର ଜଣ। ତାପରେ ସେ ହାତଯୋଡ଼ି କହିଲା, "ବାବୁ, ଆମକୁ ରକ୍ଷା କରନ୍ତୁ। ଏ ପୁଷମାସ ଜାଡ଼ରେ ଆମ ବସ୍ତି ଭାଙ୍ଗିଦେଲେ। ମୁଣ୍ଡ ଗୁଂଜିବାକୁ ଜାଗା ନାହିଁ। ଆମେ କୋଉଠିକୁ ଯିବୁ?" ବୀରବାବୁ ମୁରୁକି ହସିଲେ। ଦଳବେହେରା ଏଥର ଜଗବନ୍ଧୁକୁ ଓ ଅନ୍ୟମାନଙ୍କୁ ଉଦ୍ଦେଶ୍ୟ କରି କହିଲା, "କହୁନ କାହିଁକି? ବାବୁଙ୍କୁ ତମ ଦୁଃଖ ଜଣାଇଲେ ସିନା ସେ ଜାଣିବେ।" ତାପରେ ଗୋଟେ ମୃଦୁ କୋଳାହଳ ସେ ଜାଗାଟାକୁ ଦଖଲ କରି ନେଲା। ହୋ ହଲ୍ଲା ଭିତରେ କାହାରି କଥା କାହାକୁ ସ୍ପଷ୍ଟ ଶୁଭିଲା ନାହିଁ। ବୀରବାବୁ ସେମାନଙ୍କୁ ଶାନ୍ତ ରହିବା ପାଇଁ ଦୁଇହାତ ଟେକି କହିଲେ, "ଶାନ୍ତ ହୁଅ। ଜଣ ଜଣ କରି ନ କହିଲେ କିଛି ବୁଝିହେବ ନାହିଁ।" ଜଗବନ୍ଧୁ କହିଲା, "ଆମେ କୁଆଡ଼େ ଯିବୁ? ଆମର ଘରଦ୍ୱାର କିଛି ନାହିଁ। ପିଲାଛୁଆଙ୍କୁ ଧରି ରାସ୍ତାକଡ଼ରେ ପଡ଼ିଛୁ।" ବୀରବାବୁ ମୁହଁରେ ସେହିପରି ମୁରୁକି ହସ ଝୁଲେଇ କହିଲେ, "କାହିଁକି ରାଜୁବାବୁଙ୍କ ପାଖକୁ ଯାଉନ? ତାଙ୍କ ଲଣ୍ଠନ ପାର୍ଟିକୁ ଭୋଟ୍ ତ ଅଜାଡ଼ି ଦେଇଛ, ଆମ ପାଖକୁ କାହିଁକି ଆସୁଛ? ସେଠିକି ଯାଅ।" ଜଗବନ୍ଧୁର ମୁହଁ ଲଜ୍ଜାରେ କଳାକାଠ ପଡ଼ିଗଲା। କାହାରି ଛିଗୁଲେଇବା କଥା ସେ ସହିପାରେ ନାହିଁ, ମଜୁରି ଛାଡ଼ି ଘରକୁ ପଳେଇ ଆସେ। ଆଜି ବୀରବାବୁଙ୍କ ଏହି ପରିହାସ ତା ଛାତିରେ ନିଆଁଚେଙ୍କ ପରି ଗେଂଜି ହୋଇଗଲା। ଦଳବେହେରା କହିଲା, "ଆମକୁ ପର କରନ୍ତୁ ନାହିଁ, ଆଜ୍ଞା। ଆମ ପରି ଗରିବ ଲୋକଙ୍କର ଦଳ କଣ? ଆପଣ ଆମକୁ ଯାହା କହିବେ, ଆମେ ସେଇଆ କରିବୁ।" ବୀରବାବୁ ବିନା କାରଣରେ ତାଙ୍କର ନିଶ ସାଉଁଳେଇ ଆଣିଲେ। ଉଠିପଡ଼ି କହିଲେ, "ତମମାନଙ୍କୁ ବିଶ୍ୱାସ ନାହିଁ। ଆମ ଦଳ ତମ ପାଇଁ କଣ ନ କରିଥିଲା! ଆଦିବାସୀ ହରିଜନଙ୍କ ପାଇଁ ମାଗଣା ଘର ଡିହ, ଗରିବଙ୍କ ପାଇଁ ସୁଧଛାଡ଼ ଋଣ, ବିଧବାଙ୍କ ପାଇଁ ଭତ୍ତା, ବୁଢ଼ାବୁଢ଼ୀଙ୍କ ପାଇଁ ପେନ୍ସନ୍ କଣ ନ କରିଥିଲା ଆମ ଦଳ? ତମେମାନେ କିନ୍ତୁ ଏମିତି ଅବିଶ୍ୱାସୀ ସାପ ଯେ, ଫେର୍ ସେଇ ଲଣ୍ଠନବାଲାଙ୍କ ପାଖେ ଯାଇ ଵ ପଶିଲ। ଏବେ କାହିଁକି ମୋ ପାଖକୁ ଆସିଛ? ତମମାନଙ୍କୁ ନେଇ ସିଏମ୍‌ଙ୍କ ପାଖକୁ ଗଲେ ସେ ମୋ ମୁହଁକୁ ଚାହିଁବେ?" ଦଳବେହେରା ନଛୋଡ଼ାବନ୍ଦା। ସେ ହାତଯୋଡ଼ି କହିଲା, "ନାଇଁ ବାବୁ, ଏମିତି କୁହନ୍ତୁ ନାହିଁ। ଆମେ ସମସ୍ତେ ଆପଣଙ୍କ ସାଙ୍ଗରେ ରହିବୁ। ଟିକେ ଦୟା କରନ୍ତୁ ଆଜ୍ଞା।" ଜଗବନ୍ଧୁର ହାଡ଼ ତରଳିବାକୁ ଲାଗିଥିଲା। ଏତେ ନିଉଛୁଣା, ଅସରଣି ଜୀବନ ସେମାନଙ୍କର! ଗୋବର ପୋକ କି କାଚିଣ୍ଡିଠାରୁ ବି ହୀନ। ତାର ନିଜ ଉପରେ ଧିକ୍କାର ଆସୁଥିଲା। କିନ୍ତୁ ଏଠି ତା ଅଭିମାନର କିଛି ମୂଲ୍ୟ ନାହିଁ। ସେ ଚୁପ୍‌ଚାପ୍ ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିଲା। ବୀରବାବୁ କହିଲେ, "ମୋର ଆଉ ଟାଇମ୍ ନାହିଁ। ମୁଁ ମିଟିଂକୁ ଯିବି। ତମେମାନେ ଯାଅ। ଏପ୍ରିଲରେ ପାର୍ଲାମେଣ୍ଟ ଇଲେକ୍ସନ୍।"